ସବୁ ଆବରଣ ମୁକ୍ତ କରିଦେଲେ ଯାଇ ରକ୍ଷା। ନିଜକୁ ନିରେଖି ଦେଖି ନିଜ ଅବିକଳ ଚେହେରାର ଫଟୋଷ୍ଟାଟ୍ କପି ଖଣ୍ତିଏ ସଂଗ୍ରହ କରିବା। କଥାହଉଚି ନିଜଭିତରର ମଣିଷକୁ ମଣିଷ ଭାବି ଏ ତା' ସହିତ ସମ୍ପର୍କ ନ ଥାପିଲାଯାଏଁ ବ୍ରହ୍ମାଣ୍ଡକୁ ଚିହ୍ନିବା କେମିତି? ଏମନ୍ତ ପ୍ରକାରେ ଦିନ କାଟୁ କାଟୁ ଥରେ ସେଇ ନିରିମାଖି ଶୁକୁଟା ମୁହାଁ ପ୍ରାଣୀଟା ଇଚ୍ଛାକଲା ସେ ଏକରୁ ଅନେକ ହେବ। ବ୍ରହ୍ମରୁ ବ୍ରହ୍ମାଣ୍ତ ଭିଆଇବ। ବେଙ୍ଗ ହାତୀ ପେଟ ଫୁଲଲାପରି ସେ ଗର୍ବରେ ଫୁଲି ଫୁଲି ଫାଟି ପଡ଼ିଲା। ମାଳ ମାଳ ବ୍ରହ୍ମାଣ୍ଡ ଛିଟିକି ପଡ଼ିଲା ତା' ଦେହରୁ। ବିସ୍ଫୋରଣ ପରେ ପୁଣି ସ୍ଥିତାବସ୍ଥା ଫେରି ଆସିଲା। ପ୍ରତ୍ୟେକ ପରସ୍ପରକୁ ସୁଧାରି ନେଲେ। ଠିକଣା ଥାନରେ ଥାପିଲେ। ଘରବାହୁଡ଼ା ଧେନୁପଲ ପରି ସମସ୍ତେ ବାହୁଡ଼ିଲେ ସେଇ ଅନ୍ଧାରରୁ ଅନ୍ଧାରମୟ ଗର୍ତ୍ତକୁ। ଆଲୋକରୁ ଆହୁରି ଆଲୋକିତ ବଳୟକୁ। ଏ ସବୁ ଉପାଖ୍ୟାନ, କିମ୍ବଦନ୍ତୀ। ୟାକୁ ଗ୍ରହଣ କଲେ କେତେ ନକଲେ କେତେ, ସେଥିରେ କିଛି ଯା ଆସ ନାହିଁ। କିନ୍ତୁ ନିଜକୁ ତ ଗ୍ରହଣ କରିବାକୁ ପଡ଼ିବ। ନିଜକୁ ରିଜେକଟ କଲେ, ସମୁଦାୟ ବିଶ୍ୱକୁ ବି ପରୋକ୍ଷରେ କରି ବସିବ। ସେଥିପାଇଁ ଧୀର ଚିତ୍ତରେ ଚିନ୍ତା କରି ଦେଖିବା କଥା। ବୟସ ହୋଇଗଲେ ପକ୍କା ଗୃହସ୍ଥ ବନିଯାଇ ନିଜକୁ ଦେଖିବାକୁ ପଡ଼ିବ। ନିଜକୁ ଜାଣିବା ପାଇଁ ଏଇମାତ୍ର ଏକଇ ରାସ୍ତା। ଏକ ରାଜ୍ୟ, ଏକ ରାଜା। ଏକ ଭିନ୍ନ ଅନ୍ୟ ଶବ୍ଦ ନାହିଁ। ଲୋକଟି ଗୋଟିଏ ମହାମାନବ ପରି ସେଇ କଥାକୁ ଚୋବେଇ ଚୋବେଇ କହୁଚି। ପୂର୍ଣ୍ଣ ଭାବରେ ନିଜକୁ ନିରାବରଣ କରି ଦେଖ, ଚାହଁ। ଖୋଳି ତାଡ଼ି ପ୍ରଶ୍ନ କର। ନିଜକୁ ନ ଚିହ୍ନିଲେ ଅନ୍ୟକୁ ଚିହ୍ନି ହବନି। ଜଗତକୁ ଜାଣିବ କେମିତି ଭୁଲ୍, ଠିକ୍ର ସମାଧାନ କରିବ କେମିତି? ଅସତର୍କ ହେଲେ ଭେଳା ବୁଡ଼ିଯିବ। ତା'ପରେ ପୃଥିବୀ, ଚନ୍ଦ୍ର ମଙ୍ଗଳ, ଶୁକ୍ର, ବୁଧ ଆଦି ଗ୍ରହ ଉପଗ୍ରହର କଥା। ସ୍ୱାତୀର ସନ୍ଧାନ। ଅରୁନ୍ଧତୀର ଠାବ। ଅଦୃଶ୍ୟ ନଗରୀର ପରିକଳ୍ପନା। ଆଲୌକିକ ପୃଥିବୀର ଶିଳାନ୍ୟାସ। ମହାକାଶରେ ଷ୍ଟେସନ ବାନ୍ଧିବ। ମାକୁଯାନ ନେଇ ଗ୍ରହ ଗ୍ରହାନ୍ତର ଭିତରକୁ ଧସେଇ ପଶିବ। ତା'ପରେ ସବୁଧର୍ମ ଈଶ୍ୱର ବିଶ୍ୱାସ, ନୀତିନିୟମ ସୁଖ, ଶାନ୍ତିର ଗୋପନ ଗନ୍ତାଘର ଉପରକୁ ବୋମା ଫିଙ୍ଗି ଈଶ୍ୱର ହାତଗଢ଼ା ସବୁ 'ଅମୃତସ୍ୟ ପୁତ୍ରାଃ'ଙ୍କୁ ଏମିତି ପାନେ ପାନେ ଦବ ଯେ ଯେପରି ଶଳାଙ୍କର ସୁବଦିନ ପାଇଁ ମନେ ରହିଯିବ। ପ୍ରତିହିଂସାର ଧମକ ଆଉ ଆସିବନି। ପ୍ରତିପକ୍ଷର ଯୁଦ୍ଧ ବିଗୁଲ ବାଜିବନି। କେହି ତମର ସ୍ଥିତି ଓ ବିଜୟର ତୂର୍ଯ୍ୟନାଦକୁ ଅସ୍ୱୀକାର କରିବନି। ତମ ହାତଗଢ଼ା ରୋବର୍ଟମାନେହିଁ ହେବେ ସର୍ବୋଚ୍ଚ ଶାସନକର୍ତ୍ତା। ସେମାନେ ମଣିଷ ପରି ଚଳପ୍ରଚଳ ହେବେ। ମଣିଷ ଯାହା କରି ନପାରୁଚି ବା ବେଶୀ ସମୟ ଅପଚୟ କରୁଚି ତାହା ଅଳ୍ପ ସମୟ ମଧ୍ୟରେ ସେମାନେ କରି ଦେଖାଇ ଦେଲେଣି। ସମୟକୁ ଜୟ କରିବାରେ ନୂତନତା ଆଜି ଆଉ ନାହିଁ। ଅସଲକଥା ହେଉଚି ନିଜ ମୂଳଦୁଆକୁ ଠିକଣା ନକରି, ଗୋଟାଏ। ବିଶ୍ୱକୁ କରାଗତ କରି ନ ପାରି ଆଉ ଗୋଟେ ବିଶ୍ୱର ସନ୍ଧାନରେ ମାତି ପାଗଳା ହାତୀ ପରି ୟା' ଘର ତା' ଦେଉଳ ଭାଙ୍ଗି ବସିଲେ କି ଲାଭ? ପଶ୍ଚିମ ଦିଗନ୍ତକୁ ଅନେଇଲାବେଳେ ଲୋକଟି ବାରମ୍ବାର ସେଇ ଗୋଟିଏ କଥାକୁ କହିଚି। ଏଠି ସେ ମାରିବ ତାରିବ, ନାଚିବ, ନଚାଇବ, ଗାଇବ ବଜାଇବ। ଏଇଠିହିଁ ସେ ଡିବିଡିବି ଡମ୍ୱରୁ ବଜାଇ ପ୍ରଳୟ ଭିଆଇବ। ପରିବର୍ତ୍ତନର ବୀଜ ସେ ନିଜ ହାତରେ ରୋପିବ। ବୀଜରୁ ବୃକ୍ଷ। ବୃକ୍ଷରୁ ଫୁଲ। ଫୁଲରୁ ଫଳ। ଗଛ ସାରା ଭର୍ତ୍ତି ହୋଇଯିବ ଫଳ। ପୁଣି ପାଚିବ। ଫାଟିବ। ଦିଗ ଦିଗନ୍ତରେ ବିଛାଡ଼ି ହୋଇ ପଡ଼ିବ ମଞ୍ଜି। ଅନୁରୂପ ଗଛ ପୃଥିବୀସାରା ଦେଖାଦେବ। ପବନର ବନ୍ଧବାଡ଼ ତୁଟିଯିବ। ଭୌଗଳିକ ସୀମା ସରହଦ ରହିବନି। ମାନଚିତ୍ରରେ ଖାଲି ଯାହା କେତୋଟି ଘନ କଳାବିନ୍ଦୁ ରହିଯିବ।